ତଥାପି କଷ୍ଟକର ଓ ଅଭ୍ୟାସ ସାପେକ୍ଷ ଅଟେ। ଏହି ଅଭ୍ୟାସ ଯେତେ ଦୃଢ଼ ହୁଏ, ଈଶ୍ଵରଙ୍କ ଅବସ୍ଥିତିରେ କଳ୍ପନା ତେତେ ସହଜ ହୁଏ। ସୂକ୍ଷ୍ମତମ ପଦାର୍ଥ ସ୍ଥୂଳ ପଦାର୍ଥରେ ଅଦୃଶ୍ୟ ଭାବରେ ରହିପାରେ। ଆକାଶ ଅନ୍ୟ ଚାରି ଭୂତରେ ଅଦୃଶ୍ୟ ଭାବରେ ରହିଅଛି। ଶୁଷ୍କ କାଷ୍ଠ ଖଣ୍ଡରେ ଗୋଟିଏ ଲୁହା କଣ୍ଟା ବାଡ଼ାଇଲେ ଗୋଟିଏ ଛିଦ୍ର ହୋଇଯାଏ। କାଷ୍ଠ ମଧ୍ୟରେ ଆକାଶ ଥିବାରୁ କଣ୍ଟା ବାଡ଼େଇବା ଦ୍ଵାରା କାଷ୍ଠର ଛିଦ୍ର ଅନ୍ତର୍ଗତ କାଷ୍ଠାଂଶ ଚାରିଆଡ଼କୁ ଚାପି ହୋଇଯାଏ। ଈଶ୍ଵର ଆକାଶଠାରୁ ସୂକ୍ଷ୍ମ ହେତୁ ସେ ସବୁ ଭିତରେ ଅଦୃଶ୍ୟ ଭାବରେ ରହିଛନ୍ତି। ଆଖି ଆଗରେ ଯାହାସବୁ ଦେଖିବାକୁ ମିଳୁଛି, ଈଶ୍ଵର ସେସବୁ ଭିତରେ ବିଦ୍ୟମାନ ଅଛନ୍ତି। ବ୍ୟାସଦେବଙ୍କ ବେଦାନ୍ତ୍ୟ ଦର୍ଶନରେ ଲେଖାଅଛି, "ଲୁଗାରେ ସୂତାପରି"। ଚଞ୍ଚଳ ଆଖିରେ ଦେଖିଲେ କେବଳ ଲୁଗା ଦେଖାଯିବ। ନିରୀକ୍ଷଣ କଲେ ଲୁଗା ଭିତରେ ଥିବା ସୂତା ଦେଖାଯିବ। ସୂତା ଥିବାରୁ ଲୁଗା କାର୍ଯ୍ୟକାରୀ ହୋଇ ପାରୁଛି। ସୂତାକୁ କାଢ଼ି ଆଣିଲେ ଲୁଗାର ସତ୍ତା ରହିବନାହିଁ-। ଠିକ୍ ସେହିପରି ଈଶ୍ଵର ସବୁ ପଦାର୍ଥରେ ରହିଥିବାରୁ ପଦାର୍ଥଗୁଡ଼ିକ କାର୍ଯ୍ୟକାରୀ ହୋଇ ପାରୁଛି-। ଈଶ୍ଵର ହେଉଅଛି ସୂତା, ଏ ବିଶ୍ଵ ବ୍ରହ୍ମାଣ୍ଡର ସମସ୍ତ ପଦାର୍ଥ ହେଉଛି ଲୁଗା। ଗଭୀର ଚିନ୍ତାର ସହିତ ନିରୀକ୍ଷଣ କଲେ ପ୍ରତ୍ୟେକ ପଦାର୍ଥରେ ଈଶ୍ଵର ଥିବାର ଜାଣିହେବ। ସୃଷ୍ଟିର ଯାବତୀୟ ଚେତନ ଓ ଅଚେତନ ପଦାର୍ଥର ପ୍ରତି ପରମାଣୁରେ ଈଶ୍ଵର ଅଛନ୍ତି। ସେ ସବୁଠାରେ ଥାଇ ସବୁ ପଦାର୍ଥକୁ କାର୍ଯ୍ୟ କରିବାର ଶକ୍ତି ଦେଉଛନ୍ତି ଏବଂ କିଏ କଅଣ କଲା, ଦେଖୁଛନ୍ତି। ଏଥିପାଇଁ ତାଙ୍କୁ ଘନ ଘନ ଆଦେଶ ଦେବାକୁ ପଡ଼େନାହିଁ। ତାଙ୍କୁ କୌଣସି ପଦାର୍ଥକୁ ଥରେ ଆଦେଶ ଦେବାକୁ ପଡ଼େ। ସବୁ ପଦାର୍ଥ ସେହି ଥରକ ଆଦେଶରେ ସୃଷ୍ଟିର ପ୍ରଳୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥାନ୍ତି। ଉଦାହରଣ ସ୍ୱରୂପ ଜଳକୁ ନିମ୍ନମୁଖୀ ହେବାକୁ ଈଶ୍ଵରଙ୍କ ଆଦେଶ। ଈଶ୍ଵର ପ୍ରଥମ ଭୂତ ଆକାଶକୁ ଆଗେ ସୃଷ୍ଟି କରି ତାହା ପରେ କ୍ରମେ କ୍ରମେ ସ୍ଥୂଳ ଭୂତଗୁଡ଼ିକ ସୃଷ୍ଟି କରିଛନ୍ତି। ଏହା ସବୁ ଧର୍ମର ମନୀଷୀମାନେ ସ୍ଵୀକାର କରନ୍ତି। ସୃଷ୍ଟିର ଅର୍ଥ ଈଶ୍ଵରଙ୍କ ବିଭିନ୍ନ ପ୍ରକାର ଶକ୍ତିର ମିଳନ। ଲେମ୍ବୁର ଶକ୍ତି ଓ ସୋରାର ଶକ୍ତିର ମିଳନରେ ଫେଣ ବାହାରେ। ଯଦି ଲେମ୍ବୁରୁ ଓ ସୋରାରୁ ଉକ୍ତ ଶକ୍ତି ଦୂର କରି ନେଇ ମିଶାଇ ଦିଆଯିବ, ତେବେ ଫେଣ ବାହାରିବ ନାହିଁ। ସେହିପରି ଈଶ୍ଵର ସୂକ୍ଷ୍ମ ଭୂତରେ ବିଭିନ୍ନ ଶକ୍ତି ରୂପରେ ରହି ପରସ୍ପର ମିଶ୍ରିତ ହୋଇ ସ୍ଥୂଳ ଭୂତ ସୃଷ୍ଟି କରନ୍ତି। ଏହି କାରଣରୁ ଈଶ୍ଵର ସ୍ଥୂଳତର ଜଳ ଓ ସ୍ଥୂଳତମ ପୃଥିବୀ ହୋଇ ପାରିଛନ୍ତି। ସୂକ୍ଷ୍ମ ରୂପ ସ୍ଥୂଳ ରୂପ ହେବା ଆଶ୍ଚର୍ଯ୍ୟ କଥା ନୁହେଁ। ଈଶ୍ଵରଙ୍କ ବିଷୟତ ବଡ଼ କଥା। ଛୋଟ ଛୋଟ କଥାରେ ମଧ୍ୟ ଏହା ସମ୍ଭବ ହୋଇ ପାରୁଛି। ନଦୀ, ପୁଷ୍କରିଣୀ ଓ ସମୁଦ୍ରରୁ ଉତ୍ଥିତ ସୂକ୍ଷ୍ମ ଜଳୀୟ ବାଷ୍ପରୁ ସ୍ଥୂଳ ମେଘ ତଥା ବୃଷ୍ଟିଜଳ ସୃଷ୍ଟି ହେଉଅଛି। ଉପନିଷଦର ଜଣେ ଋଷି ତାଙ୍କ ଶିଷ୍ୟକୁ ଏହା ବୁଝାଇବାକୁ ଯାଇ କହିଥିଲେ, "ବଟ ବୃକ୍ଷର କ୍ଷୁଦ୍ର ବୀଜଟିକୁ ଫଟାଇ ଦିଅ। ତନ୍ମଧ୍ୟରେ ଆକାଶପରି ଅଦୃଶ୍ୟମାନ ଶୂନ୍ୟସ୍ଥାନ କେବଳ ଥିବାର ଦେଖିବ ବା ଅନୁମାନ କରିବ। ଏହି ଶୂନ୍ୟସ୍ଥାନ ବା ସୂକ୍ଷ୍ମାଂଶରୁ ହିଁ ସ୍ଥୂଳରୂପଧାରୀ ବିଶାଳ ବଟବୃକ୍ଷର ସୃଷ୍ଟି। " ପୃଥିବୀର ପ୍ରତ୍ୟେକ ବସ୍ତୁରେ ତେଜ ରୂପରେ ଅଗ୍ନି ଅଦୃଶ୍ୟ ଭାବରେ ବିଦ୍ୟମାନ ଅଛି। ଆମେ ଚାହିଁବା ମାତ୍ରେ ଅର୍ଥାତ୍